ଯେତେ ବୁଦ୍ଧିମତୀ ହେଲେ ମଧ୍ୟ ବିଜୟା ନାରୀ। ଅବଳା। "କିନ୍ତୁ…… " କ୍ଷୀଣ ପ୍ରତିବାଦ ଜଣାଇବାକୁ ଯାଉଥିଲେ ସେ। "ୟା ଭିତରେ କୌଣସି କିନ୍ତୁର ସ୍ଥାନ ନାହିଁ ବାବା। ଆପଣ ମୋ ବିଷୟରେ ନିଶ୍ଚିନ୍ତ ରୁହନ୍ତୁ। ମୋତେ ନିର୍ବିଘ୍ନରେ ମୋ ଜୀବନର ବ୍ରତ ଉଦ୍ଯାପନ, କରିବାକୁ ଦିଅନ୍ତୁ। ପ୍ରିୟତମା କନ୍ୟା ଆପଣଙ୍କର, ତା'ର ପୂର୍ବଜନ୍ମର ପ୍ରଥମ ଓ ଶେଷବ୍ରତ ଉଦ୍ଯାପନ କରି ଅକ୍ଷତ ଶରୀରରେ ଫେରିଆସିବ ଆପଣଙ୍କ କୋଳକୁ। କେବଳ ଏତିକି ଆଶିର୍ବାଦ କରନ୍ତୁ ସେ ବିଜୟିନୀ ହେଉ। '' ବିଜୟା ଲୋଟିଗଲା ଉମାଶଙ୍କରଙ୍କ ପାଦତଳେ। ତାକୁ ତଳୁ ଉଠାଉ ଉଠାଉ କହିଲେ ଉମାଶଙ୍କର— "ତା' ହେଲେ ଚାଲ ମା, ମୁଁ ମଧ୍ୟ ଯିବି ତୋ ସହିତ। '' "ନା ବାବା ତାହା ହେବ ନାହିଁ। ରାୟ ସାହେବଙ୍କର ଅମୂଲ୍ୟ ଜୀବନର ଦାୟିତ୍ଵ ଯେ ଆପଣ ସ୍ଵଇଛାରେ ଗ୍ରହଣ କରିଛନ୍ତି ତାହା ଭୁଲି ଯା'ନ୍ତୁ ନାହିଁ। ଆପଣଙ୍କୁ ମୋ ସହିତ ଯିବାକୁ ଦେଇ, ନିଜର ନିରାପତ୍ତା ପାଇଁ ସୁହାସ ଭଳି ସଦା ହାସ୍ୟମୟୀ, ଗୋଟିଏ ସରଳା ବାଳିକାର ସର୍ବନାଶର ପଥ ସୁଗମ କରି ଦେଇ ପାରିବି ନାହିଁ। ଏତେବଡ଼ ସ୍ଵାର୍ଥପର ମୁଁ ନୁହେଁ। '' ବିଜୟାର କଥାରେ ଉମାଶଙ୍କର ବିମୁଢ଼ ହୋଇ ଯାଇଥିଲେ। କିଛିକ୍ଷଣପରେ ସେ ଉଠିଯାଇ ଗୋଟିଏ ଛୋଟ ବ୍ରାଉନିଂ ରିଭଲଭର ଆଣି ଧରାଇ ଦେଲେ ବିଜୟା ହାତରେ, କହିଲେ— "ଆଶିର୍ବାଦ କରୁଚି ମା, ଯାତ୍ରା ତୋର ସଫଳ ହେଉ। ଅକ୍ଷତ ଶରୀର ନେଇ ଫେରିଆ ତୁ ମୋ କୋଳକୁ। '' ବୃଦ୍ଧ ଉମାଶଙ୍କରଙ୍କ ଆଖି ଛଳ ଛଳ ହୋଇ ଉଠୁଥିଲା। ବିଜୟା ଆଉଥରେ ଉମାଶଙ୍କରଙ୍କ ପାଦତଳେ ମୁଣ୍ତ ଲଗାଇ ପ୍ରଣାମ କଲା। ସନ୍ଧ୍ୟା ଆଗତ ପ୍ରାୟ। ନାନା ରଙ୍ଗର ଆଲୋକମାଳାରେ ରାୟ ସାହେବଙ୍କ ବାସ-ଭବନ ଉଦ୍ଭାସିତ ହୋଇ ପଡ଼ିଚି। ଯନ୍ତ୍ର ସଙ୍ଗୀତର ମଧୁର ମୂର୍ଚ୍ଛନା ସ୍ଵାଗତ ଜଣାଉଚି ଅଷ୍ଟାଦଶୀ ସୁହାସିନୀର ଜନ୍ମୋତ୍ସବର ଏ ମଧୁର ସନ୍ଧ୍ୟାକୁ। ସମବେତ ତରୁଣୀ କଣ୍ଠର ହାସ କଲ୍ଲୋଳ, ତରୁଣ ଯୁବକ ଦଳର ହାସ ପରିହାସ, ବୟସ୍କ ପ୍ରୌଢ଼ମାନଙ୍କର ଗଳ୍ପ ଗୁଞ୍ଜନରେ ମୁଖରିତ ହୋଇ ଉଠୁଚି ସମସ୍ତ ବାସଭବନ। ନିମନ୍ତ୍ରଣିତ ଅତିଥିମାନଙ୍କ ଭିତରେ ବୁଲି ବୁଲି ରାୟସାହେବ ସଦାନନ୍ଦ ମଧୁର ସମ୍ଭାଷଣରେ ତୃପ୍ତ କରୁଚନ୍ତି ସମସ୍ତଙ୍କୁ। ସମବେତ ବନ୍ଧୁ ମେଳରେ କଳ-ହାସ୍ୟମୟୀ ତା'ର ଜର୍ଜେଟ ଶାଢ଼ିର ପଣତ ଲୋଟାଇ ଘୂରି ବୁଲୁଚି ଗୋଟିଏ ମୁକ୍ତ ପ୍ରଜାପତି ପରି। ସୁହାସିନୀର ପ୍ରସାଧାନରେ ଆଜି ଅପୂର୍ବ ପାରିପାଟି। ସବୁଜ ରଙ୍ଗର ଜର୍ଜେଟ ଶାଢ଼ିଟା ଗୋରା ଦେହରେ ତାର ଜଡ଼ି ଯାଇଚି ଗୋଟିଏ କଅଁଳ ଲତା ଭଳି। କପାଳରେ କୁଙ୍କୁମର ଚାରି ଲେଖା। ସଯତ୍ନ ବିନ୍ୟସ୍ତ ମେଘକୃଷ୍ଣ କବରୀରେ ରକ୍ତ ଗୋଲାପ ଆଉ ରଜନୀଗନ୍ଧାର ମନୋରମ ଖୋଷା। ସାରା ଅଙ୍ଗରେ ବହୁ ମୂଲ୍ୟ କନକ ଆଭରଣ-। ଅପରୂପ ଦିଶୁଚି ସେ। ରୂପସୀ, ତନ୍ଵୀ, ଏଇ ତରୁଣୀଟିକୁ ଦେଖି ଆଜି ରଞ୍ଜନର ବଜ୍ରକଠିନ ଅନ୍ତର ଭାବପ୍ରବଣ ହୋଇ ଉଠୁଚି ବେଳେ ବେଳେ। ମନ ତା'ର ଛୁଟି ଯିବାକୁ ଚାହୁଁଚି ଲଗାମ ଛିଡ଼ାଇ। ତାକୁ ଘେରି ବସୁଚି ତା'ର ପ୍ରକୃତି ବିରୁଦ୍ଧ ଏକ ବିଚିତ୍ର ଦୁର୍ବଳତା। ନିଜକୁ ଆୟତ୍ତ କରିବା ଲାଗି ନିଜ ଅନ୍ତର ସହିତ ଯୁଦ୍ଧ କରି କ୍ଷତବିକ୍ଷତ ହୋଇ ପଡ଼ୁଚି ସେ। ପ୍ରେୟସୀ ମିନତୀକୁ ନିଜ ହାତରେ ଅଗ୍ନି ସମାଧି ଦେଇଚି ରଞ୍ଜନ। ପ୍ରିୟା ସୁହାସିନୀକୁ ମଧ୍ୟ ଫାଙ୍କି ଦେବାକୁ ଯାଉଚି ସେ। ସମସ୍ତଙ୍କ, ସବୁ କିଛିକୁ ଛପାଇ ଆଖି ଆଗରେ ନାଚି ଉଠୁଚି ତାର